ତମେ ଏ ଯେଉଁ ଜଗତ ଦେଖୁଛ ତା' ଭିତରେ ଦୁଇଟି ଶକ୍ତି ରହିଛି। ନେଗେଟିଭ ଓ ପଜେଟିଭ ନ ହେଲେ ବିଜୁଳିବତୀ ଜଳିବ କି ଏହି ଦିଓଟିକୁ ମେଟାର ଓ ଏନାର୍ଜି କୁହାଯାଏ। ପୁଣି ପ୍ରତ୍ୟେକ ପଦାର୍ଥରେ ପୃଥିବୀର ଶକ୍ତି ଜାଗ୍ରତ। ଥରେ ଭାବି ଦେଖତ ଆମେ କେତେ ଶକ୍ତିର ଅପଚୟ କରୁଛୁଁ-। ଆମେ ଜାଣିଛୁ, ଯେଉଁ ଲୋକ ଯେତେ ଧୀର ସେ ସେତିକି ଭଲକାର୍ଯ୍ୟ କରିପାରେ। ସ୍ୱାମୀଜୀ କହନ୍ତି, କର୍ତ୍ତବ୍ୟ ଆମର ପାରିପାର୍ଶ୍ୱିକ ଅବସ୍ଥାଚକ୍ର ଦ୍ୱାରା ନିର୍ଦ୍ଧାରିତ। କର୍ତ୍ତବ୍ୟ ଭିତରେ ବଡ଼ କିଛି ନାହିଁ। ତେବେ ଅନାସକ୍ତ ଭାବରେ କାର୍ଯ୍ୟ କଲେ ତା'ର ଫଳାଫଳା ଯେ ଶୁଭଙ୍କର ଓ ଶାନ୍ତିପ୍ରଦ, ଏଥିରେ ସନ୍ଦେହ ନାହିଁ। ମହାଭାରତର ଉପଦେଶ ତମେ ମହାଭାରତ ନିଶ୍ଚୟ ପଢ଼ିଥିବ। ଏକ ପକ୍ଷରେ କୌରବ ଏବଂ ଲକ୍ଷ ଲକ୍ଷ ସୈନ୍ୟସାମନ୍ତ, ଅନ୍ୟପକ୍ଷରେ ପଞ୍ଚପାଣ୍ତବ, ଏବଂ ଶ୍ରୀକୃଷ୍ଣ। ଭୀଷ୍ମଦେବ ଯେତେବେଳେ ଶରଶଯ୍ୟାରେ, ଶ୍ରୀକୃଷ୍ଣ ତାଙ୍କ ପାଖକୁ ଗଲେ। ଭୀଷ୍ମଦେବଙ୍କ ନୟନରୁ ଲୋତକ ଝରିବା ଦେଖି ଅନେକେ କାରଣ ପଚାରିଲେ। ଭୀଷ୍ମଦେବ କହିଲେ-ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯାହାଙ୍କ ପକ୍ଷରେ, ସେଇ ପାଣ୍ତବମାନଙ୍କର ଏତେ ଦୁଃଖ କାହିଁକି ହେଲା? ମନେ ରଖିବାକୁ ହେବ ଏ ଯେଉଁ ଦୃଶ୍ୟମାନ ଜଗତ ତାର ସୃଷ୍ଟି-ସ୍ଥିତି-ଲୟ ଚାଲିଛି। ତମେ ଜନ୍ମ ହେଲ, ଯୁବକ ହେଲ ତା'ପରେ ବୁଢ଼ା ହୋଇ ମରିବ। ଏହାହିଁ ଧାରା। ଶ୍ରୀକୃଷ୍ଣ କାରାଗାରରେ ଜନ୍ମ ହେଲେ। ଦେବକୀଙ୍କ ଗୋଡ଼ରେ ବେଢ଼ି ଏବଂ ସେହି ଅବସ୍ଥାରେ ଜନ୍ମକଲେ। ଆଚ୍ଛା ଦେଖତ ଦେବକୀ କିମ୍ୱା ତାଙ୍କ ସ୍ୱାମୀଦେବତା କଂସର କାରାଗାରରୁ ମୁକ୍ତି ପାଇଲେ କି? ପାଣ୍ତବମାନଙ୍କୁ ଏତେ ଦୁଃଖ ପଡ଼ିଲା। କୁଚକ୍ରୀ କୌରବମାନେ ସେମାନଙ୍କୁ ମାରିବାକୁ କେତେ କୌଶଳ କଲେ କିନ୍ତୁ ମାରି ପାରିଲେ ନାହିଁ କାହିଁକି? ସେମାନେ ଦୁଃଖରେ ଚୈତନ୍ୟ ହରାଇ ନ ଥିଲେ। ସ୍ୱଧର୍ମ ପାଳନ କରୁଥିଲେ ଏବଂ ଭଗବାନଙ୍କ ଆଡ଼କୁ ଏକମୁଖୀ ଥିଲେ ବୋଲି ସ୍ୱୟଂ ଭଗବାନଙ୍କୁ ସେମାନେ ସଖା ରୂପେ ପାଇଥିଲେ। ମହାଭାରତର ଏତେବଡ଼ ଶିକ୍ଷା କ'ଣ କେବେ ତମେ ଭାବିଛ? ହାତ-ଗୋଡ଼ ଚଳିଲେ ମଣିଷଭାବେ ଯେ ସେ କାହାରିକୁ ଖାତିର କରେନା। ଭଲକାମ ପରିବର୍ତ୍ତେ ଅକର୍ମ କରି ବସେ। ପଥ ମଝିରେ ରାସ୍ତା ହରାଇ କାନ୍ଦେ। ସେତେବେଳେ ମଧ୍ୟ ସେହି ସର୍ବଶକ୍ତିମାନ ଯାହାଙ୍କ କଥାରେ ଜଗତ ଚଳୁଛି ସେ ହାତ ଧରି ଉପରକୁ ଟେକି ଧରନ୍ତି। ବାଟ କଢ଼େଇ ନିଅନ୍ତି। ତେବେ ଡାକିବାରେ ଆନ୍ତରିକତା ଥିବା ଦରକାର। କିପରି କାମ କରିବ? ତମ ଘରର ଚାକରାଣୀ ବୁଢ଼ୀଟିକୁ ଦେଖ। ସେ ସକାଳ ସଞ୍ଜ କାମ କରିଯାଉଛି। ତମକୁ ପିଲାଟି କାଳରୁ ଅନ୍ତୁଡ଼ିଶାଳରୁ କେତେ ଆଦର ଯତନ କରିଛି। କେତେ ଆପଣାର କରିଛି। ତମ ଦେହ ଖରାପ ହେଲେ ତମ ପାଖରେ ବସିଛି। ତମ ପାଇଁ ବିଭୁଙ୍କଠାରେ ପ୍ରାର୍ଥନା କରିଛି। ମାସକୁ ମାସ ଅବଶ୍ୟ ଦରମା ନେଉଛି। ବେଳାଏ ବେଳାଏ ଖାଉଛି। ଦରମାରେ ଯେତେ ଟଙ୍କା ଦେଉଛ, ତା'ଠାରୁ ଅଧିକ ତା' ଉପରେ ଜିଗର କରୁଛ। ଗାଳି ଦେଉଛ। ମା'ଙ୍କର ଗଞ୍ଜଣା ମଧ୍ୟ ସେ ସହିଛି। ସେ କିନ୍ତୁ ଜାଣିଛି ଯେ ତମେ ସବୁ ତାର ଲୋକ ନୁହଁ। ତମେ ବଡ଼ ହେଲେବି ତାକୁ ପଚାର ନାହିଁ। ଏ ସଂସାରରେ ଚଳିବାକୁ ହେଲେ ତମେ ସେଇ ଚାକରାଣୀ ପରି ଚଳିବାକୁ ହେବ। ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି, ଈଶ୍ୱରଙ୍କଠାରେ ମନ ରଖି ସବୁକାମ କରିବ-। ବଡ଼ଘରମାନଙ୍କରେ ଦାସ-ଦାସୀ ଥାଏ। ସେ ପିଲାଙ୍କୁ ଯତ୍ନକରି ଖୁଆଏ, ପିଆଏ ଏବଂ ନିଜ ପିଲାପରି ସ୍ନେହ କରେ କିନ୍ତୁ ତା' ମନରେ ଅଛି ଯେ ଏମାନେ କେହି ନୁହନ୍ତି। ଏ ସବୁ କଥା ଲେଖିବା, ପଢ଼ିବା ବା ଶୁଣିବା ସହଜ କିନ୍ତୁ ଅଭ୍ୟାସ କରିବା ଦରକାର। ଅଭ୍ୟାସ କଲେ ସବୁ ସମ୍ଭବ ହେବ। ତମେ ଯଦି ନିଜକୁ ଉନ୍ନତ ବୋଲି ଚିନ୍ତା କରିବ, ତମେ ଉନ୍ନତ ହେବ। ବହୁ ଜିନିଷ ତମ ପାଖକୁ ଆସିଯିବ। ଅବଶ୍ୟ ଏଥିପାଇଁ ସାଧନା ଦରକାର-ଈଶ୍ୱରାଭିମୁଖୀ ହେବାକୁ ହେବ। ଈଶ୍ୱରଙ୍କଠାରେ ସବୁ ଶକ୍ତି ଅଛି। ତାଙ୍କଠାରୁ ବିଶ୍ୱାସ ଓ ଭକ୍ତି କେବଳ ପ୍ରାର୍ଥନା କରାଯାଏ। କଥାଟା ଅଭ୍ୟାସରେ ପକାଅ ଦେଖିବ! ଈଶ୍ୱରଙ୍କୁ ଜାଣିବ କିପରି? ତମେ ଏ ପ୍ରଶ୍ନଟିକୁ ନିଶ୍ଚୟ ପସନ୍ଦ କରୁଥିବ। ଏ ପୃଥିବୀରେ ବାସ୍ତବିକ ଭଗବାନଙ୍କୁ ଜାଣିବ କିପରି? ଏଡ଼େ ବିରାଟ ପୃଥିବୀ। କେତେ କଣ ଗଛ-ବୃଚ୍ଛ, ପଶୁ-ପକ୍ଷୀ, କୀଟ-ପତଙ୍ଗ ଅଣୁ ଓ ପରମାଣୁ ପର୍ଯ୍ୟନ୍ତ।